ହୃଷୀକେଶଙ୍କ ପୁଅ ମଧୁରିପୁ ବଡ଼ ଉଦ୍ଦାମ ଓ ରଣକୁଶଳ ଥିଲେ। ତାଙ୍କର ବୀରତ୍ୱ ଭୁବନ−ବିଖ୍ୟାତ। ଏପରି କି କାଣ୍ଡ ବିନ୍ଧିବା ଓ ଲକ୍ଷ୍ୟଭେଦ କରିବା ପ୍ରଭୃତିରେ ନିଜ ସମକକ୍ଷ ପ୍ରତିଦ୍ଵନ୍ଦୀ କାହାରିକୁ ପାଇ ନ ଥିଲେ। ଏଥିଲାଗି ଗଜପତିଙ୍କ ସହିତ ତାଙ୍କର ମନ ମିଳୁ ନ ଥିଲା। କେହି କେହି ମୂଳିଆଧଳଙ୍କଠାରୁ ଶ୍ରୀଚନ୍ଦନ ବଂଶ ଆରମ୍ଭ ବୋଲି କହନ୍ତି; ମାତ୍ର ରାଜବଂଶାବଳୀରୁ ସେପରି କିଛି ପ୍ରମାଣ ଆମ୍ଭେମାନେ ପାଇ ନାହୁଁ। ସେ ପ୍ରତି କାର୍ଯ୍ୟରେ ତାଙ୍କର ପ୍ରତିବାଦ କରୁଥିଲେ। ଏହାର ପ୍ରତିଫଳ ସ୍ୱରୂପ ଗଜପତି ତାଙ୍କୁ ପଇତା-ଘେନା ତୋଠରେ ଗହ୍ମାପର୍ବ ଦିନ ହାଣି ପକାଇଲେ। ସେ ମୁଣ୍ଡ ବାରବାଟୀ କିଲା। ତଳେ ଲାଗିଲା। ସର୍ଦ୍ଦାର ଗଜପତିଙ୍କ ଶ୍ରୀ ଛାମୁରେ ନିବେଦନ କଲା, "ମହାରାଜା, ବାଙ୍କୀରାଜାଙ୍କ ମସ୍ତକ ବାରବାଟୀ କିଲା ତଳେ ଲାଗିଛି। '' "ବାଙ୍କୀ ରାଜବଂଶାବଳୀ'' ଶୀର୍ଷକ ପ୍ରବନ୍ଧରୁ ଜଣାଯାଏ ଯେ, ମହାରାଜା ଏହା ଜାଣି ପାରି ବାଙ୍କୀ ପୃଥିବୀ ସରକାରୀ କରିଦେଲେ। ତାହା କେଉଁ ସରକାର ନିର୍ଦ୍ଧାରଣ କରିବା କଠିନ। ପୁଣି ଜଣାଯାଏ ଯେ, ମଧୁରିପୁଙ୍କ ପୁଅ ମୂଳିଆ ଧଳ ପୁନର୍ବାର ଏ ରାଜ୍ୟ ଫେରି ପାଇଥିଲେ। ତେବେ ଏଥିରୁ ପ୍ରତୀତ ହେଉଅଛି, ତାହା ଅନ୍ୟ କୌଣସି ସରକାର ନୋହି ଖୋଦ୍ ରାଜସରକାର ହୋଇଥିବ। ମଧୁରିପୁଙ୍କ ମୃତ୍ୟୁ ଉତ୍ତାରେ ତାଙ୍କ ଗର୍ଭବତୀ ରାଣୀ ମୁକ୍ତା ଦେଈ ଗୋଟିଏ ପୁତ୍ର ପ୍ରସବ କରିଥିଲେ। ମାତା ଓ ଶିଶୁ ଗଡ଼ ପରିତ୍ୟାଗ କରି ଚର୍ଚ୍ଚିକା ଗ୍ରାମର ଗୋଟିଏ ଆଠଗଡ଼ିଆ ଘରେ ଆଶ୍ରୟ ନେଇଥାନ୍ତି। ଆଠଗଡ଼ିଆଟି ରାଣୀଙ୍କୁ କନ୍ୟାନିର୍ବିଶେଷରେ ପାଳନ କରିଥାଏ। କ୍ରମେ ଶିଶୁର ବୟସ ବୃଦ୍ଧି ହେବାକୁ ଲାଗିଲା। ମାଆଙ୍କର ଏ ସନ୍ତାନ ଗର୍ଭରେ ଥାଉ ଥାଉ ମୂଳ ବୁଡ଼ିଯିବାରୁ ରାଜୋଚିତ ନାମ ନ ଦେଇ ସେ "ମୂଳିଆ" ବୋଲି ପୁଅକୁ ସାଧାରଣତଃ ଡାକୁଥିଲେ। ସେ ରାଜା ହେଲେ ମଧ୍ୟ ମାତୃପ୍ରଦତ୍ତ ମୂଳିଆ ଧଳ ନାମରେ ରାଜସିଂହାସନ ଅଳଂକୃତ କରିଥିଲେ। କ୍ଷତ୍ରିୟ ସନ୍ତାନ କେତେ ଦିନ ଆତ୍ମଗୋପନ କରି ରହିପାରିବ? ଦିନେ କୌତୁହଳ ପରବଶ ହୋଇ ମୂଳିଆ ଧଳେ ମାଆଙ୍କୁ ପିତାଙ୍କର ପରିଚୟ ମାଗିଲେ। ରାଣୀ ଅଶ୍ରୁପୂର୍ଣ୍ଣ ନୟନରେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନ କରିଗଲେ। ବୀରରକ୍ତରେ ଏ ଅପମାନ ସହ୍ୟ ହୋଇ ପାରିଲା ନାହିଁ। ତହୁଁ ସେ କେତେକ ଲୋକଙ୍କ ସାହାଯ୍ୟରେ ବାଙ୍କୀ ଓ ଓଡ଼ିଶାର ଦୋସମାଳି ଜାଗାରେ ବାଟମାରଣା ଆରମ୍ଭ କଲେ। ଗଜପତି ଏ ବିଦ୍ରୋହ ନିର୍ଗାପନ ନିମନ୍ତେ ଦଳେ ସୈନ୍ୟ ପଠାଇଲେ। ଦୁଇ ଦିନବ୍ୟାପୀ ଉଭୟ ଦଳ ମଧ୍ୟରେ ଘୋର ଯୁଦ୍ଧ ହୋଇଥିଲା। ପରିଶେଷରେ ମୂଳିଆ ଧଳ ବନ୍ଦିରୂପେ ଗଜପତିଙ୍କ ସମ୍ମୁଖକୁ ଆନୀତ ହେଲେ। ଗଜପତି ପ୍ରଶ୍ନ କଲେ, "ତୁମେ କି ସାହାସରେ ଏ ଉପଦ୍ରବ ଆରମ୍ଭ କରି ଅଶାନ୍ତିର ସୂତ୍ରପାତ କରୁଥିଲ? " ବନ୍ଦୀ ଉତ୍ତର କଲେ, "ଯେ ମୋ ପିତାଙ୍କୁ ସ୍ଵହସ୍ତରେ ବଧ କରିଛି ଏବଂ ମୋର ପୈତୃକ ସଂପତ୍ତି ବଳପୂର୍ବକ ଅପହରଣ କରି ନେଇଛି, ମୋର ଆଉ ତା ପ୍ରତି କର୍ତ୍ତବ୍ୟ କ'ଣ? ଛାମୁ ଓଡ଼ିଶାର ମଉଡ଼ମଣି। ଠିକ୍ ଯଦି ଏଇ ଅବସ୍ଥା ଛାମୁଙ୍କର ହୋଇଥାନ୍ତା, ତେବେ କି ଉପାୟ ଅବଲମ୍ବନ କରନ୍ତେ, ନିର୍ଦ୍ଧାରଣ କରନ୍ତୁ। '' ଗଜପତି ଯୁଗପତ୍ ବିସ୍ମିତ ହୋଇ ପଚାରିଲେ, "ତୁମେ କିଏ? କି ହେତୁ ଏ କାର୍ଯ୍ୟ କରୁଥିଲ? " ବନ୍ଦୀ ପୁନର୍ବାର ଗମ୍ଭୀର ସ୍ଵରରେ କହିଲେ, "ଛାମୁ ଯେଉଁ ମଧୁରିପୁଙ୍କୁ ସ୍ଵହସ୍ତରେ ବିନାଶ କରିଅଛନ୍ତି, ମୁଁ ସେହି ବାଙ୍କୀ ରାଜାଙ୍କର ପ୍ରକୃତ ଉତ୍ତରାଧିକାରୀ। '' ଗଜପତି ଏଥିରେ ଆହୁରି ବିସ୍ମିତ ହେଲେ ଏବଂ ସେହିକ୍ଷଣି ତାଙ୍କୁ ମୁକ୍ତି ଦେଇ ଘାସିପଡ଼ାରୁ ବାଇଶି ବାଟୀ ଜମି ଖଞ୍ଜିଦେଲେ। ଆନନ୍ଦରେ ମୂଳିଆ ଧଳ ଫେରିଆସି ଖମାରଙ୍ଗ ଗ୍ରାମନିକଟରେ ବାସ କଲେ। କିଛି ଦିନ ପରେ ମୁକ୍ତା ଦେଈ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇ ଗଜପତିଙ୍କ ପାଟ ମହାଦେଈଙ୍କ ସହିତ ସାକ୍ଷାତରେ ନାନା ପରାମର୍ଶ କରି ସ୍ଵରାଜ ପୁନଶ୍ଚ ଫେରାଇ ଆଣିଲେ। ଗଜପତିଙ୍କ ଆଦେଶକ୍ରମେ ଦେବାନ ଓ ବକ୍ସି ଉଭୟେ ମୂଳିଆ ଧଳଙ୍କୁ ବାଙ୍କୀ ସିଂହାସନରେ ଅଭିଷିକ୍ତ କରି ଦେଇ ଗଲେ। ମୂଳିଆ ଧଳଙ୍କ ରାଜତ୍ୱରେ ବାଙ୍କୀରେ ଅନେକଗୁଡ଼ିଏ ବିଶେଷ ଘଟନା ଘଟିଥିଲା। ତନ୍ମଧ୍ୟରେ "ଧୋବେଇ ଗୁରୁ" ମନ୍ଦିର ନିର୍ମାଣ, ଚର୍ଚ୍ଚିକାଙ୍କ ପଣାଯାତ୍ରା, ଅରଟି ବୁଲା ଓ ଝାମୁଯାତ୍ରା ପ୍ରଭୃତି ପ୍ରଧାନ। ଏହା ଛଡ଼ା ପାଟପୁରର ସିଂହନାଥ ଦେବଙ୍କ ଶୀତଳଷଷ୍ଠୀ ଯାତ୍ରା, ବ୍ରାହ୍ମଣ ଭୋଜି ଏସବୁ ମଧ୍ୟ ମୂଳିଆ ଧକଙ୍କ କୀର୍ତ୍ତି। 'ଧୋବେଇ ଗୁରୁ'ଙ୍କ ସ୍ଥାପନ ବିଷୟରେ ଯେ ସବୁ ପ୍ରବାଦ ଓ କିମ୍ବଦନ୍ତୀ ମିଳେ, ସେ ସବୁ ଏଠାରେ କହିବା ଅନାବଶ୍ୟକ।